ସେଇ ଟଙ୍କାରେ ଆଜି ଛିଡ଼ାହୋଇଛି "ସୁଷମା ଅନାଥାଶ୍ରମ" ସହରର ଉପକଣ୍ଠରେ। ସେଇ ଆଡ଼କୁ ଚାହିଁ ରୁବିକୁ ନେଇ ମୋର ଅତୀତ ସ୍ମୃତିକୁ ରୋମନ୍ଥନ କରୁଥିଲି ଏତେବେଳଯାଏ। ସେମାନେ ଯା ଚାହିଁ ନ ଥିଲେ ଦ୍ଵିପ୍ରହର, ନିଶୂନ ରାସ୍ତା ସହ ଖାଲି ନୁହେଁ ସେଠାକାର ଅଧିବାସୀମାନଙ୍କ ପାଖରେ ବି ସମ୍ପୁର୍ଣ୍ଣ ଅପରିଚିତ ମୁଁ ଛିଡ଼ା ହୋଇ ଚାହିଁ ରହିଥାଏ ସେଇ ନୂଆକରି ଗଢ଼ି ଉଠିଥିବା ବସ୍ତିଟି ଆଡ଼େ। ସେ ରାସ୍ତାରେ ବେଳେବେଳେ କେତେ ଗୃହ ଫେରନ୍ତା ଲୋକଙ୍କ ଆଖି ଏକ ପାୱାରଫୁଲ୍ କାମେରାର ଲେନ୍ସ ପରି ମୋ' ପାଦରୁ ମୁଣ୍ଡଯାଏ ପଡ଼ିଯାଏ ଓ ପୁଣି ଫେରି ଘରମୁହାଁ ହୁଏ। ମୋ' ଆଖି କିନ୍ତୁ ଲାଖି ରହିଥାଏ ସେଇ ବସ୍ତିର ଅର୍ଦ୍ଧାବୃତ ମହିଳାଙ୍କ ଦେହ ଉପରେ ନୁହେଁ, ମୁଣ୍ଡ ଉପରେ ଯେଉଁ ମୁଣ୍ଡରୁ ଅନବରତ ଉକୁଣି ଟଣା ଚାଲିଥାଏ। ବାହାର ଜଗତକୁ ବିଦ୍ରୁପ କରି ହେଉ ବା ଭ୍ରୁକ୍ଷେପ ନ କରି ହେଉ ସେମାନେ ବ୍ୟସ୍ତ ଥାନ୍ତି ତାଙ୍କ ଉକୁଣି ବଛା କାମରେ। ସେମାନେ ଜାଣି ପାରନ୍ତିନି ବା ଜାଣିପାରି ମଧ୍ୟ ନିର୍ଲିପ୍ତ ରହିଯାଆନ୍ତି ଯେ ସେମାନଙ୍କର ବ୍ଲାଉଜହୀନ ଛାତିର ମାଂସଳ ଅଂଶ ରାସ୍ତାଦେଇ ଚାଲି ଯାଉଥିବା ବାଟେଇଙ୍କ ଆଖିରେ ଲାଖିଯାଏ ଦୈହିକ କାମନାର ଆଞ୍ଜୁଳାଏ ଇସାରା ଫିଙ୍ଗିଦେଇ। ସେମାନଙ୍କର ମରଦମାନେ ମାଣ୍ଡିଆ ପେଜ, ହାଣ୍ଡିଆ ପିଇ ନୁଆଁଣିଆ କୁଡ଼ିଆର ବାହାରକୁ ମୁଣ୍ଡଦେଇ ଶୋଇ ପଡ଼ିଥାନ୍ତି ଏଇ ଦ୍ୱିପ୍ରହର ବେଳେ ଓ ଏଇ ବିଶ୍ରାମ ତାଙ୍କ ଦେହକୁ ପ୍ରସ୍ତୁତ କରାଇ ନେଉଥାଏ ଦିନର ଅବଶିଷ୍ଟ ଅଂଶକୁ ସମ୍ମୁଖୀନ କରାଇବାରେ। ସେ କୁଡ଼ିଆରେ ନିଜ ହାତରେ ଚଉଦପା' ମଣିଷଟି ଜାଗା ଧରେନା। ତଥାପି ଦୁଃଖ ନାହିଁ, ନାହିଁ ଅନୁଶୋଚନା, ନାହିଁ ବିରକ୍ତି ଭାବ। ମାଆ ପେଟର ପରିଧି ଭିତରେ ଜାକି ଜୁକି ହୋଇ ଦଶମାସ କାଳ ରହିଥିବା ଶିଶୁଟି ପରି ଏମାନେ ସେଇ କୁଡ଼ିଆରେ ନିଜକୁ ରଖିଦିଅନ୍ତି। ମୁଁ ଆଜି ଏଇମାନଙ୍କ କଥା କହୁଛି। ଏଇ ଆଦିବାସୀ ସମ୍ପ୍ରଦାୟ କଥା ଯେଉଁମାନେ ଏଇ କିଛିଦିନ ତଳେ ପ୍ରଗତିର ସେଉ ଚାଖିବାକୁ ମୁହେଁଇ ଆସିଥିଲେ ଇଏ ସହରକୁ। ଆଉ ଏଇ ସହରରେ ରହି ସେମାନଙ୍କ ପାଇଁ ଆସୁଥିବା ଟଙ୍କାର ଅଧିକାରୀ ହୋଇ ଫେରିଯିବାକୁ ସେମାନଙ୍କର ଭିଟାମାଟିକୁ–ନୂଆ ସ୍ଵପ୍ନ, ନୂଆ ଉତ୍ସାହ ଆଉ ନୂଆ ଉଦ୍ଦୀପନା ନେଇ; କିନ୍ତୁ ଏଇ ସହରକୁ ଆସି ସେମାନେ ଏମିତି ବାନ୍ଧି ହୋଇଗଲେ, ଏମିତି ଛନ୍ଦି ହୋଇଗଲେ, ଏମିତି ରୁନ୍ଧି ହୋଇଗଲେ ଯେ ଫେରିଯିବାର, ଆଉ ଜୁ ନାହିଁ ଆଦିବାସୀ ବୋଲି ନିଜର ପରିଚୟ ଦେବାକୁ ଆଉ ସାହସ ନାହିଁ। ମୁଁ ଏହା ପୂର୍ବରୁ ଥରେ ଦି'ଥର ସେ ସହରକୁ ଯାଇଛି। ମୁଁ ଏଭଳି ଏକ ପ୍ରକୃତିର ଲୋକ, ଯିଏ ଝରଣା କୂଳରେ ପକ୍ଷୀର କୂଜନ ଶୁଣିବାକୁ ଭଲପାଏ, ବଣ ଭିତରେ ବଣ୍ୟଜନ୍ତୁଙ୍କ ସହଜ, ସ୍ଵଚ୍ଛନ୍ଦ, ସ୍ଵାଭାବିକ ଚଳ ପ୍ରଚଳକୁ ଭଲପାଏ, ଆଉ ସବୁଠୁଁ ଭଲପାଏ ଏଇ ଆଦିମ ଆଦିବାସୀମାନଙ୍କୁ ଯେଉଁମାନେ କି ଘଞ୍ଚ ବନାନୀ ଭିତରେ ନିଃସ୍ଵାର୍ଥପର ନିରହଂକାର, ନିରାଡ଼ମ୍ବର ଜୀବନଯାପନ କରି ଆସିଛନ୍ତି କେଉଁ ଅନାଦି କାଳରୁ। ଆପଣ ତ ଚିଡ଼ିଆଖାନା ଦେଖିଥିବେ। ଆଚ୍ଛା କହନ୍ତୁ ତ ସେଠାକାର ପିଞ୍ଜରାବଦ୍ଧ ବନ୍ୟଜନ୍ତୁ ପକ୍ଷୀ ଆଦିକୁ ଦେଖିବାକୁ କ'ଣ ଭଲଲାଗିବ, ଯଦି ତା' ପୂର୍ବରୁ ଆପଣଙ୍କର କିଛି ଆରଣ୍ୟକ ଅଭିଜ୍ଞତା ଥିବ! ସେଇଥିପାଇଁ ମୋର ଏ ଦୁଃଖ। ସେମାନେ କାହିଁକି ଯେ ସେମାନଙ୍କର ବଣଜଙ୍ଗଲ ଛାଡ଼ି ଏ ସହର ଆଡ଼େ ମୁହେଁଇଲେ କେଜାଣି? କ'ଣ ପାଇଲେ ବା ଏଠାରୁ?